ଏଇ ସମୟରେ ପଛଆଡ଼ୁ ଶବ୍ଦ ଆସିଲା। ନନ୍ଦେ ଯାହାଙ୍କୁ ଅବହେଳା କରି ଅତିକ୍ରମ କରି ଯାଇଥିଲେ ସେମାନଙ୍କର କଥୋପକଥନ। ଛୁଆ ଝିଅଟିଏ ମା'କୁ କହୁଚି–'ମା' ମିଠେଇ ମିଠେଇ ବାସୁଚି। ' ମା' ଉତ୍ତର ଦେଉଚି–'ହଁ, କୁକରଠାରୁ ବଳି କରି ତୋ ନାକ। ମିଠେଇ କିଏ ଖାଉଚି ଯେ ତୋତେ ବାସିଗଲା। ଆକାଶରେ ଦେବତାମାନେ ଖାଉଥିବେ କି କ'ଣ? ' ରାମାନନ୍ଦେ। ରକ୍ଷା ପାଇଗଲେ। କିନ୍ତୁ ଛୁଆଟି ଠିକ୍ ଠଉରେଇଚି। ଅସୁର ମଣିଷ ଗନ୍ଧ ବେଶ୍ ବାରି ନିଏ। କୁକୁର ଚୋରକୁ ଶୁଙ୍ଘି ଶୁଙ୍ଘି ଧରେ। ଦୁଇ ଚାରିଟା ଛେନାଗଜାର ମହ ମହ ବାସ୍ନା ଠିକ୍ ଧରି ପାରିଛି ସେ। ଛୁଆଟିର ଆତୁର ଆକୁଳ ପ୍ରଶ୍ନ ଶୁଣି ନନ୍ଦଙ୍କର ହୃଦୟ କହିଲା–ଦେଇ ଦେନା ଗୋଟାଏ। ସୁମି ପରି ସେ ବି ଶିଶୁ। ଖାଇ ନାହିଁ ଧର୍ମ ହେବ। ହେଲେ, ଧର୍ମ ଅଧର୍ମର ବିଚାରକୁ ଅସ୍ୱୀକାର କଲେ ନନ୍ଦେ। ପ୍ରଥମେ ସୁମି, ତା'ପରେ ଆଉ ଯିଏ। ପଶ୍ଚାତର ଆକୁଳ ଚାହାଣି ତାଙ୍କୁ ଫେରାଇ ନେଇ ପାରିଲା ନାଇଁ। ସେ ଚାଲିଲେ। ତଥାପି, ନନ୍ଦଙ୍କର ସନ୍ଦେହ ନିମିଷକୁ ବଢ଼ି ବଢ଼ି ଗଲା। ଲୋକେ ନିଶ୍ଚୟ ଜାଣି ପାରିଛନ୍ତି-। ହେଇ, ସେଇକଡ଼ରେ ଯେଉଁ ଦି'ଜଣ ବସିଛନ୍ତି–କାହା ବିଷୟରେ କଥା ହେଉଛନ୍ତି; ନନ୍ଦଙ୍କ ବିଷୟରେ ନା? ସେମାନଙ୍କୁ ଆଉ କି ବାସୁ ନ ଥିବ? ଗୋଟାଏ କୁକୁର ବି କାହୁଁ ଆସି ତାଙ୍କ ପିଛା ଧରିଛି। ମନା କଲେ ମନା ମାନୁନି, ହାଙ୍କିଲେ ଫେରୁନି, ଗୋଡ଼େଇଲେ ଯାଉନି। ସୁବିଧା ଦେଖି ଡେଇଁ ପଡ଼ିଲେ ନନ୍ଦଙ୍କର ଶ୍ରମ ମାଟି ହୋଇଯିବ। ସେ ପୂରା ଧରା ପଡ଼ିଯିବେ। ସୁମି ପାଖରେ ଆଉ ଖାଦ୍ୟ ପହଞ୍ଚିପାରିବ ନାହିଁ। ଖଣ୍ଡେ କିଛି କାଢ଼ି ପକାଇଦେଲେ କ'ଣ ସନ୍ତୁଷ୍ଟ ହେବ କୁକୁରଟା-? ଏ ରାମ୍, ଜାତିରେ କୁକରଟି। ପଛେ ପଛେ ବେଶି ବେଶି ଲାଗିଥିବ ଆହୁରି ପାଇବା ଆଶାରେ। ନ ଦେଲେ କଜିଆ କରିବ, ଦାନ୍ତ ଦେଖେଇବ। ନ ଜାଣିଲା ଲୋକ ଜାଣିବ। ମାଗିବାକୁ ଆସିବ ହାତ ପତେଇବ ବିକଳରେ କାହାକୁ ମନା କରିବେ ସେ? ନାଃ ନାଃ ଦଶ ପନ୍ଦର ହାତ ଦୂରରେ ତିନି ଚାରିଜଣ ଭେଣ୍ଡା ଟୋକା ବସିଛନ୍ତି। ସେମାନଙ୍କୁ ଅତିକ୍ରମ କରିବାକୁ ହେବ। ତା ଭିତରୁ ଜଣେ ରାମନନ୍ଦଙ୍କୁ କଟମଟ କରି ବାଘ ଆକିରେ ଚାହିଁଚି। ଜାଣିପାରିଲା କି ଆଉ? ନନ୍ଦେ ଥରିବାକୁ ଆରମ୍ଭ କଲେ। ଗତିର ବେଗ ଏକାବେଳେକେ କମିଗଲା ଯେତେବେଳେ ସେଇ ଟୋକାଟି ସହସା ବସିଲାରୁ ଉଠି ଠିଆ ହେଲା। ବାମେ ନଈ, ଡାହାଣେ ଗାଁ। ଗାଁକୁ ଗଲେ ଗୋଡ଼େଇ ଗୋଡ଼େଇ ଧରିବ। ଅନ୍ୟ ବାଟ ନାହିଁ। ନନ୍ଦଙ୍କ ମୁଣ୍ଡରେ ଶହ ଶହ ଘର୍ମ ବିନ୍ଦୁ ଜାଗି ଉଠିଲେ। ସେ ଠିଆ ହୋଇ ପଡ଼ିଲେ। ସୁମିର ଭୋକିଲା ଆଖି ତାଙ୍କୁ ନିର୍ଦ୍ଦେଶ ଦେଉଥାଏ–ସାହସ ଧର ବାପା, ସାହସ ଧର। ସୁମି ମା କହୁଥାନ୍ତି–ପୁରୁଷପୁଅ ହୋଇ ସମସ୍ୟାକୁ, ଦୁର୍ଦ୍ଦାନ୍ତକୁ ଡରିଲେ ଚଳିବ ନାଇଁ। ତା ହେଲେ ନାରୀର ଅବସ୍ଥା କଣ ହେବ କହିଲ। ସୁମି-ମାଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି। ସେ ବୀର, ସଂଗ୍ରାକମ କରିବେ ସିନା ବଶ୍ୟତା ସ୍ୱୀକାର କରିବେ ନାଇଁ। ଏଥର ଟୋକାଟି ରାମନନ୍ଦଙ୍କ ଆଡ଼କୁ ପାଦ ବଢ଼େଇଲା। ନନ୍ଦଙ୍କର ଦୃଷ୍ଟି ବୃତ୍ତ ଅସ୍ପଷ୍ଟରୁ ଅସସ୍ପଷ୍ଟତର ହୋଇ ଉଠୁଥାଏ। ଯୁବକ ନୁହେଁ, ସେ ଜଣକ ଏକ ଭୀମ। ରାକ୍ଷସ ପରି ଚେହେରା। ବଡ଼ ବଡ଼ ଦାନ୍ତ। ହାତରେ ଗଦା ଧରିଛି। ନନ୍ଦଙ୍କ ନିକଟକୁ ଦାନ୍ତ କଡ଼ମଡ଼ କରି ଖାଇବ ଖାଇବ ବୋଲି ପେଲି ପେଲି ଆସୁଚି। ଅବଶ ହୋଇ ଆସୁଚି ନନ୍ଦଙ୍କର ହାତ ଗୋଡ଼। ରକ୍ତ ଜମାଟ ବାନ୍ଧି ଆସୁଚି। ଲୋପ ପାଇ ଯାଉଚି ବୁଦ୍ଧିବୃତ୍ତି ଆସ୍ତେ ଆସ୍ତେ। ଗାଁ ଭିତରକୁ ପଶିଗଲେ ବି ରକ୍ଷା ନାହିଁ। ସମସ୍ତ କାଙ୍ଗାଳ ଏକଜୁଟ ହୋଇ ନନ୍ଦଙ୍କ ମାଂସକୁ ବି ଟିକି ଟିକି କରି ଖାଇଯିବେ। ସୁମିର ସମସ୍ତ ଆଶାର କପୋତ ଜାଲାବଦ୍ଧ ହୋଇଯିବ। ଏଇ ଦୁର୍ବୃତ୍ତ ହାତରୁ ନିଜକୁ ରକ୍ଷା କରିବେ। ଯୁବକ ଆଗେଇ ଆସୁଚି। ଆଖି ଦୁଇଟାକୁ ପଦାକୁ କାଢ଼ି, କାଚ ଗୋଟାଳି ପରି ତାର ଆଖି। ଲମ୍ବା ଲମ୍ବା ପାଳ ଦଉଡ଼ି ପରି କଳା କଳା ହାତ ଦୁଇଟା ଲମ୍ବି ଆସୁଚି। ରାମବାବୁଙ୍କ ବେକଟା ସେଇ ଫାଶରେ ପଡ଼ିଯିବ–ପଡ଼ିଯିବ–ପଡ଼ିଯିବ–ଆଉ ଟିକକରେ ପଡ଼ିଯିବ। ତାର ସାଙ୍ଗମାନେ ବି ଉଠିଲେଣି।